ଡାକ୍ତର ପ୍ରଧାନ ଆଗ ତାଙ୍କ ବନ୍ଧୁକରେ ମାରିଲେ। ତାଙ୍କର ସେତେବେଳେ ଗୋଟାଏ ଛୋଟ ବୋର୍ର ରାଇଫଲ୍ ଥାଏ। 'ବୋର୍' କଥା ମୋର ଠିକ୍ ମନେପଡ଼ୁନି-ବୋଧହୁଏ. ହେବ କି କ'ଣ! ତା'ପରେ ବଙ୍ଗାଳି ବାବୁମାନେ ମଧ୍ୟ ମାରିଲେ ତାଙ୍କ ବନ୍ଧୁକରେ। ସମ୍ୱରଟି ପଡ଼ିବା ତ ଦୂରର କଥା-ସେ ବାଡ଼ ଡେଇଁ ପାହାଡ଼ ଉଠିବାକୁ ଆରମ୍ଭ କଲା। ମୁଁ ସଙ୍ଗରେ ନେଇଥାଏ ବୋର୍ ଦୁଇନଳିଆ ରାଇଫଲ୍। ସେଥିରେ ମଧ୍ୟ ମାରିଲି ଦୁଇ କି ତିନି ଗୁଳି। ସବୁ ବାଜୁଥାଏ ସମ୍ୱର ଦିହରେ, ମାତ୍ର ସମ୍ୱର-ଠିକଣା ଜାଗାରେ ଗୁଳି ନ ବାଜିବାରୁ ପଡ଼ିଲା ନାହିଁ। ଏତେଗୁଡ଼ିଏ ଗୁଳି ଖାଇ ମଧ୍ୟ ସେଠି ନ ପଡ଼ିବାରୁ ଆମେ ଆଶା ଛାଡ଼ିଦେଲୁ। ଏଣେ ଜନ୍ତୁଟି ଜଡ଼ା କିଆରି ପାର ହୋଇଗଲାଣି। ଏଣିକି ବେଆଇନ୍ ହେବ ବୋଲି ଆମେ ସେଠାରେ ଆଉ ରହିବାକୁ ଇଚ୍ଛା କଲୁ ନାହିଁ। ଗୁଳି ଶବ୍ଦ ଶୁଣି ଫରେଷ୍ଟ ଗାର୍ଡ଼ ଆସିବା ଆଗରୁ ସେଠାରୁ ପଳାଇବାକୁ ହେବ। ଜନ୍ତୁଟି ଜଡ଼ା କିଆରିରେ ପଡ଼ିଥିଲେ ଆମର ଦୋଷ ରହନ୍ତା ନାହିଁ। ଏପରି ବିଚାରକରି ଆମେ ଚାଲିଲୁ ଟିକରପଡ଼ା। ବାଟରେ ଆହୁରି ଅନେକ ଜନ୍ତୁ ଦେଖିଲୁ-ଦୂରରେ। ଟିକରପଡ଼ା ପହଞ୍ଚୁ ପହଞ୍ଚୁ ରାତି ଦୁଇଟା ହୋଇଯାଇଥାଏ। ଯାହିତାହି ଗଣ୍ଡେ ଖାଇ ଶୋଇ ପଡ଼ିଲୁ। ସ୍ପଟ୍ ଲାଇଟ୍-ମଟର ଗାଡ଼ିର ଆଲୁଅ ଭଳି ଗୋଟାଏ ଆଲୁଅ ଯାହାକୁ କି ହାତରେ ଧରି ଜଙ୍ଗଲ ଆଡ଼କୁ ପକାଇହୁଏ। ଆଲୁଅ ବହୁତ ଦୂରକୁ ପଡ଼େ। ବୋର୍-ଏଇଟା ଇଂରେଜ ଶବ୍ଦ। ଏହାଦ୍ୱାରା ରାଇଫଲ ବା ଅନ୍ୟ ବନ୍ଧୁକମାନଙ୍କର ନଳିର ମାପ କେତେ ବା କେତେ ନମ୍ୱର ବା ଓଜନର ଗୁଳି ନଳିରେ ପଶିପାରିବ ଜଣାଯାଏ। ବଡ଼ି ସକାଳୁ ଉଠି ଆଡ଼ିର ବନ୍ଦୋବସ୍ତ କରାଗଲା। ପାଖ ଗାରୁ ଲୋକ ଯୋଗାଡ଼ ହେଲା ଓ ସେମାନଙ୍କୁ ବାଘମୁଣ୍ଡା ବ୍ଲକ୍କୁ ପଠାଇ ଦେଲୁ। ଦିନ ସାଢ଼େ ଆଠଟା ସରିକି ଆମେ ଟ୍ରକରେ କିଛି ବାଟ ଗଲୁ। ତା'ପରେ ଚାଲି ଚାଲି ଯାଇ ଗୋଟାଏ ପାହାଡ଼ କଡ଼ରେ ପହଞ୍ଚିଲୁ। ସେଠାରେ ପୂର୍ବରୁ ଅନ୍ୟ କେଉଁ ଶିକାର ପାର୍ଟି ମଞ୍ଚା ବନ୍ଧାଇଥିଲେ। ସାତଟି ମଞ୍ଚା ଥିବାର ଦେଖି ଆମେ ବହୁତ ଖୁସି ମଧ୍ୟ ହେଲୁ-ତା'ହେଲେ ଆମକୁ ଆଉ କଷ୍ଟ କରିବାକୁ ହେବ ନାହିଁ। ଯେଉଁଠି ଜନ୍ତୁ ବାହାରିବାର କଥା ସେସବୁ ଜାଗାମାନ ବଛାଗଲା ଓ ଭଲ ଜାଗା ଦେଖି ପ୍ରଧାନ ବାବୁ ଆଗ ବସିଗଲେ। ତା'ପରେ ଜଣେ ବଙ୍ଗାଳିବାବୁ ବସିଲେ। ତା' ପର ମଞ୍ଚାଟିରେ ମୋର ବସିବାକୁ ବହୁତ ଇଚ୍ଛା ଥିଲା, କାରଣ ସେଇଟା ଗୋଟାଏ ଗହୀର ଉପରେ। ଜନ୍ତୁ ସେ ବାଟରେ ଆସିବାର ବହୁ ସମ୍ଭାବନା ଦେଖିଲି। ମାତ୍ର ଅତି ବିଶିଷ୍ଟ ବଙ୍ଗାଳି ବାବୁ ଜିଦ୍ ଧଇଲେ ଯେ, ସେ ସେଠା ମଞ୍ଚାରେ ବସିବେ। ମୁଁ ତ ଛାର ଛାତ୍ରଟାଏ, କ'ଣ ବା କରନ୍ତି-ଅଗତ୍ୟା ବାଧ୍ୟ ହୋଇ ତା' ପର ମଞ୍ଚାଟିକୁ ଗଲି। ସେଇଟା ସବା ଶେଷ ମଞ୍ଚା ଓ ଗୋଟାଏ ହୁଡ଼ି ଉପରେ। ଜନ୍ତୁ ସେ ବାଟରେ ଆସିବା ପ୍ରାୟ ଅସମ୍ଭବ। ମଞ୍ଚାଗୁଡ଼ିକ ତଳୁ ପ୍ରାୟ ଦଶବାର ଫୁଟ ଉପରେ ଝାଙ୍କଡ଼ା ଗଛମାନଙ୍କରେ ବନ୍ଧା ଯାଇଥାଏ ଓ ମଞ୍ଚାରେ ବସିବାର ଜାଗା ମଧ୍ୟ ଥାଏ। ବସିବା ଜାଗାର ଚାରିପଟ ବେଶ ଭଲ ଭାବରେ ବନ୍ଦ କରାଯାଇଥାଏ। ଜଣେ ଚୁପ୍ଚାପ୍ ବସି ରହି ବା ତା' ଭିତରେ ଠିଆ ହୋଇ ଜନ୍ତୁଙ୍କ ଆସିବା ବାଟକୁ ଅନାଇ ରହିପାରିବ-ଜନ୍ତୁ ମୋଟେ ଦେଖି ପାରିବ ନାହିଁ। ଏଣେ ଆଡ଼ି ଆରମ୍ଭ ହେବା ଉପରେ।